ଯଜ୍ଞକର୍ମରେ ବ୍ୟାପୃତ ଥିବା ବିଶିଷ୍ଠ, ଜାବାଳି, ବାମଦେବ ପ୍ରତ୍ୟେକଙ୍କୁ ସେ କରୁଣ ନେତ୍ରରେ ଅନାଇ ଅନୁନୟ କରୁଚି ମୋତେ ବଞ୍ଚିବାକୁ ଦିଅ। କିନ୍ତୁ ସମସ୍ତେ ତାକୁ ଦେଖି ନ ଦେଖିଲା ଭଳି ଯଜ୍ଞକର୍ମରେ ବ୍ୟସ୍ତ ରହୁଛନ୍ତି। ତାର ଆକୁଳ ମିନତି କାହାରି ହୃଦୟକୁ ଦ୍ରବୀଭୂତ କରୁନାହିଁ। ବରଂ ଶୀଘ୍ର ଏହି କାର୍ଯ୍ୟ ସମ୍ପାଦନ କରିବାକୁ ବ୍ୟଗ୍ର ହୋଇପଡ଼ୁଛନ୍ତି-। ଶେଷରେ ତାର ଦୃଷ୍ଟିପଡ଼ିଲା ବୀର ଦର୍ପରେ ଦଣ୍ଡାୟମାନ ହୋଇ ସବୁକୁ ଲକ୍ଷ୍ୟ କରୁଥିବା ମହର୍ଷି ବିଶ୍ୱାମିତ୍ରଙ୍କ ଆଡ଼େ କିଂ କର୍ତ୍ତବ୍ୟ ବିମୂଢ଼ ଶୂନଶେଫର ଆକୁଳତା ବିଶ୍ୱାମିତ୍ରଙ୍କ ହୃଦୟକୁ ଦ୍ରବୀଭୂତ କଲା। ସେ ତାକୁ ଅଭୟ ମୁଦ୍ରା ପ୍ରଦର୍ଶନ କରି ଯଜ୍ଞକର୍ତ୍ତା ମହାରାଜ ହରିଶ୍ଚନ୍ଦ୍ରଙ୍କୁ ଆହ୍ୱାନ କଲେ-। ବିଶ୍ୱାମିତ୍ରଙ୍କ ଆଗମନ ଏବଂ ହରିଶ୍ଚନ୍ଦ୍ରଙ୍କୁ ଆହ୍ୱାନ, ଏହା ଯଜ୍ଞ ପକ୍ଷରେ ଶୁଭ ନୁହେଁ ବୋଲି ବଶିଷ୍ଠ ଧରିନେଲେ। ସେ ଇଙ୍ଗିତରେ ହରିଶ୍ଚନ୍ଦ୍ରଙ୍କୁ ଜଣାଇ ଦେଲେ ନୀରବ ରହିବାକୁ। ବିଶ୍ୱାମିତ୍ର ଯେତେବେଳେ ଦେଖିଲେ ହରିଶ୍ଚନ୍ଦ୍ର ଶୁଣି ନ ଶୁଣିଲା ଭଳି ରହୁଛନ୍ତି, ସେତେବେଳେ ଉଚ୍ଚ ସ୍ୱରରେ ସେ ହରିଶ୍ଚନ୍ଦ୍ରଙ୍କୁ କହିଲେ, ହେ ମହାରାଜ କ୍ରନ୍ଦନରତ ଏ ବ୍ରାହ୍ମଣ ପିଲାକୁ ବଧ କରିବା କ୍ଷତ୍ରିୟର ଧର୍ମ ନୁହେଁ। ନିରାଶ୍ରୟର ରକ୍ଷକ ହେଉଛନ୍ତି ରାଜ୍ୟର ରାଜା। ନିଜେ ରାଜା ଯଦି ନିଜପାଇଁ ନିରାଶ୍ରୟକୁ ବଧ କରିପାରନ୍ତି ତେବେ ଏ ରାଜ୍ୟରେ କିଏ ବସବାସ କରି ରହିବ? ହେ ରାଜା ନିଜ ଧର୍ମ ପାଳନ ପାଇଁ ତୁମେ ନିଜେ ମୃତ୍ୟୁବରଣ କରିବା ଉଚିତ। ତାହା ନ ହେଲେ ତୁମ ଅନ୍ୟାୟରୁ ସାରାଦେଶ ରସାତଳଗାମୀ ହେବ। ମୁଁ ତୁମକୁ ଅନୁରୋଧ କରୁଛି ତୁମେ ଏ ନିରାଶ୍ରୟଟିର ଜୀବନ ରକ୍ଷା କର। ଏହି ଭଳି ଅନେକ କହି ବିଶ୍ୱାମିତ୍ର ଯେତେବେଳେ ଦେଖିଲେ ହରିଶ୍ଚନ୍ଦ୍ର ତାଙ୍କର ସମସ୍ତ କଥା ଶୁଣି ନ ଶୁଣିଲା ଭଳି ରହିଲେ ସେତେବେଳେ ହରିଶ୍ଚନ୍ଦ୍ରଙ୍କୁ ଆଉ କିଛି ନ କହି ଶୂନଶେଫଙ୍କ କର୍ଣ୍ଣରେ ବରୁଣଙ୍କ ମନ୍ତ୍ର କହି ଯଜ୍ଞ ମଣ୍ଡପରୁ ନିଷ୍କ୍ରାନ୍ତ ହେଲେ। ଶୂନଶେଫ ଅତି ବିକଳ ହୋଇ ବରୁଣଙ୍କ ମନ୍ତ୍ର ଭକ୍ତି ଗଦ୍ ଗଦ୍ କଣ୍ଠରେ ଜପ କଲାରୁ ବରୁଣ ଦୟାର୍ଦ୍ର ହୋଇ ଶୂନଶେଫଙ୍କ ନିକଟରେ ଆବିର୍ଭୂତ ହେଲେ। ସ୍ୱହସ୍ତରେ ସେ ଖୋଲିଦେଲେ ଶୂନଶେଫଙ୍କ ବନ୍ଧନ। ସଙ୍ଗେ ସଙ୍ଗେ ମହାରାଜ ହରିଶ୍ଚନ୍ଦ୍ର ଆରୋଗ୍ୟ ଲାଭ କଲେ ବରୁଣଙ୍କ ଦୟାରୁ-। ରାଜାଙ୍କ ମୁଖରେ ବରୁଣଙ୍କ ସ୍ତୁତି ଉଚ୍ଚାରିତ ହେବାକୁ ଲାଗିଲା। ବାଳକ ଶୂନଶେଫ ଭକ୍ତି ବିଭୋର ହୋଇ ବରୁଣଙ୍କର ପ୍ରଶସ୍ତି ଗାନ କଲେ। ଜୟହେଲା ଶୂନଶେଫର ତଥା ଋଷି ବିଶ୍ୱାମିତ୍ରଙ୍କର। ବିନା ବଳରେ ଉଦ୍ଯାପିତ ହେଲା ବଶିଷ୍ଠଙ୍କ ନରମେଧ ଯଜ୍ଞ। ମୃତ୍ୟୁ ଦେବତା ସୃଜନୀ ଶକ୍ତି ବ୍ରହ୍ମା ସେ। ତା'ର ଅମୃତ ହସ୍ତ ଯେଉଁଠି ଲାଗୁଛି ସେଠି ଶସ୍ୟ ସୁଶ୍ୟାମଳରେ ଭରପୁର ହୋଇ ଉଠୁଛି। କୀଟ, ପତଙ୍ଗ, ବିହଙ୍ଗମ, ପଶୁ, ବାନର, ମାନବ, ଅସଂଖ୍ୟ ଜଳଚର, ଅସଂଖ୍ୟ ସ୍ଥଳଚର ଅମାପ ସୃଷ୍ଟି। ସ୍ରଷ୍ଟାନିଜେ ପ୍ରଜାପତି ବ୍ରହ୍ମା। ସେ ଯାହା କଳ୍ପନା କରୁଛି ସବୁ ରୂପ ନେଉଛନ୍ତି ମୁହୂର୍ତ୍ତକ ମଧ୍ୟରେ। ବିଭିନ୍ନ ପ୍ରକାର ମୁଣ୍ଡ, ବିଭିନ୍ନ ପ୍ରକାର ଦେହ, ବିଭିନ୍ନ ପ୍ରକାର ରଙ୍ଗ—ସବୁ ସେ ତା' ମନ ମୁତାବକ କରି ଚାଲିଛି। ସେ ଯେତେବେଳେ ନିଜେ ସ୍ରଷ୍ଟା ତାକୁ ବାଧା ବା କିଏ ଦେବ? ଅକରଣୀୟ ବୋଲି ଶବ୍ଦ ତା' ଭାଷାକୋଷରେ ନାହିଁ। ବିଚିତ୍ରକର୍ମାର କର୍ମ ବିଷୟରେ କିଏ ବା କ'ଣ କହିବ। ଯୁଗ ଯୁଗ ଧରି କବି, ଲେଖକ ତା କର୍ମର ବାହାଦୂରୀ ଯେତେ ଗାଇଲେ ବି ସରୁ